କିନ୍ତୁ–'' କହୁ କହୁ ହସିପକାଇଲା ଲେନା। ''ପୁଣି କିନ୍ତୁ କ'ଣ ଲେନା? '' ''କିନ୍ତୁ କେଉଁ ପର୍ଯ୍ୟବେକ୍ଷଣାଗାରକୁ ଯିବାପାଇଁ ତୁମେ ପସନ୍ଦ କରିବ ତାହା ମୁଁ ଭାବି ଠିକ୍କରି ପାରୁନି। '' ''କାହିଁକି? '' ଏହା କହି ପଶିଆସିଲେ ଗବେଷଣାଗାର ଭିତରକୁ ଆଲେସ୍କି। ''କେନ୍ଦ୍ର ପର୍ଯ୍ୟବେକ୍ଷଣାଗାରକୁ ଯିବାରେ ତ ତୁମର କିଛି ଆପତ୍ତି ଥାଇ ନପାରେ ମେରିନା! ଯେଉଁଠି ଲେନାଙ୍କ ଭଳି ତୀକ୍ଷ୍ଣଦୃଷ୍ଟି ସମ୍ପନ୍ନା ପର୍ଯ୍ୟବେକ୍ଷିକା ଅଛନ୍ତି, ସେଠାରେ ଅନ୍ୟ କୌଣସି ପର୍ଯ୍ୟବେକ୍ଷଣାଗାରର ପ୍ରଶ୍ନ ଉଠିପାରେ କି? ତୁମେ ଇତସ୍ତତଃ ନ ହୋଇ କହିଦିଅ ମେରିନା, କେନ୍ଦ୍ର ପର୍ଯ୍ୟବେକ୍ଷଣାଗାରକୁ ଯିବାପାଇଁ ତୁମର ଏକାନ୍ତ ଇଚ୍ଛା। ସେଠାରେ ଲେନା ତୁମକୁ ଉପଗ୍ରହର ବୃହତ୍ତମ ଦୂରବୀକ୍ଷଣରେ ମଙ୍ଗଳଗ୍ରହ ଖୁବ୍ ଭଲ ଭାବରେ ଦେଖାଇ ପାରିବେ। '' ''ନା, ନା, ମେରିନା! ଆଲେସ୍କିଙ୍କ କଥାରେ କେବେ ଭୁଲିବନି ତୁମେ। କେନ୍ଦ୍ର ପର୍ଯ୍ୟବେକ୍ଷଣାଗାରକୁ ନଯାଇ ପ୍ରଥମ ପର୍ଯ୍ୟବେକ୍ଷଣାଗାରକୁ ଗଲେ ତୁମେ ଖାଲି ଦେଖିବନି ମଙ୍ଗଳଗ୍ରହକୁ; ସେଠାରେ ଦେଖିବାକୁ ପାଇବ ବିସ୍ମୟର ଶତ ଅମରାବତୀ, ଚିର ଈପ୍ସିତ ନନ୍ଦନକାନନର ଶୁଭ୍ର ପାରିଜାତ, ମନ୍ଦାକିନୀର ମଧୁର କଲ୍ଲୋଳ ସଙ୍ଗେ ମନ୍ଦ ବାୟୁର ମୃଦୁ ହିଲ୍ଲୋଳ–ଯା'ର ସୌନ୍ଦର୍ଯ୍ୟରେ ତୁମେ ଆତ୍ମହରା ହୋଇପଡ଼ିବ। ମଙ୍ଗଳଗ୍ରହର ଦୃଶ୍ୟଠାରୁ ପର୍ଯ୍ୟବେକ୍ଷଣାଗାରର ଦୃଶ୍ୟ ଆହୁରି ଅଧିକ ଲୋଭନୀୟ ହୋଇ ପଡ଼ିବ ସଙ୍ଗିନୀ। '' ଆଲେସ୍କି କହିଲେ, ''ବାଃ, ତୁମର ବର୍ଣ୍ଣନା-ଚତୁରୀ ତ ବେଶ୍କବି ଜନସୁଲଭ ହୋଇପାରିଛି ଲେନା! କେଉଁଦିନ ଠାରୁ ତୁମେ ବିଜ୍ଞାନର ପୂଜା ଛାଡ଼ି ସାହିତ୍ୟର ପୂଜାରିଣୀ ହେଲଣି ଶୁଣେ? ତୁମର ଏଇ ବର୍ଣ୍ଣନା–ଚାତୁରୀରୁ ବେଶ୍ ଜଣାପଡ଼ୁଛି, ତୁମେ ବିଜ୍ଞାନରେ ରାଷ୍ଟ୍ରର ଶ୍ରେଷ୍ଠତମ ପୁରସ୍କାର ପାଇବା ପୂର୍ବରୁ ସାହିତ୍ୟରେ ନିଶ୍ଚୟ ପୁରସ୍କାର ପାଇବ। '' ''ମୁଁ ପୁରସ୍କାର ପାଇବା ପୂର୍ବରୁ ତୁମର ଏଇ ବାନ୍ଧବୀଟି ପାଇପାରିଲେ ମୁଁ ଅଧିକ ଖୁସି ହୁଅନ୍ତି, ଆଲେସ୍କି! '' ''ଓଃ! କି ବିରାଟ ଉଦାରତା ତୁମର ଲେନା! '' ମେରିନା ଆଡ଼କୁ ଅନାଇ କହିଲେ–''ହେଉ, ରାଷ୍ଟ୍ରର ଶ୍ରେଷ୍ଠତମ ପୁରସ୍କାର ପାଇବା ପୂର୍ବରୁ ମୋର ଏଇ ପୁରସ୍କାରଟିକୁ ଗ୍ରହଣ କର। '' ଏହା କହି ଆଲେସ୍କି ବେତାର ରୁମ୍ରୁ ଆଣିଥିବା ତାରବାର୍ତ୍ତାଟିକୁ ମେରିନା ହାତକୁ ବଢ଼ାଇଦେଲେ। ଆଲେସ୍କିଙ୍କ ହାତରେ ଏକ ତାରବାର୍ତ୍ତା ଦେଖି ମେରିନାର ଦେହରେ ହଠାତ୍ ଏକ ଶିହରଣ ଖେଳିଗଲା। କାଳେ ଘରୁ କିଛି ଜରୁରୀ ବର୍ତ୍ତା ଆସିଥିବ ଭାବି ତା'ର ଛାତି ଦାଉଁକିନା ହୋଇଗଲା। ସେ ତରତର ହୋଇ ଥରଥର ହାତରେ ତାରବର୍ତ୍ତାଟିକୁ ଖୋଲି ପଢ଼ିବାକୁ ଲାଗିଲା। କେନ୍ଦ୍ର ରାଜଧାନୀସ୍ଥ ନୂତନ ବିଶ୍ୱବିଦ୍ୟାଳୟରେ କୁଳପତି ମେରିନାଙ୍କର ସନ୍ଦର୍ଭ ଉପରେ ପ୍ରଦତ୍ତ ହୋଇଥିବା ଡି. ଏସ. ସି. ଉପାଧି ଓ ସେଥି ସଙ୍ଗେ ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ ଗବେଷକ ଭାବରେ ତାଙ୍କୁ ଯେଉଁ ହୀରକ ପଦକ ଦିଆଯିବ ସେହି ଖବର ଏହି ତାରବାର୍ତ୍ତାରେ ପଠାଇଥିଲେ। ମେରିନା ଏହି ଖବର ପଢ଼ି ବହୁବର୍ଷ ଶ୍ରମର କୃତକାର୍ଯ୍ୟତାରେ ଉଲ୍ଲସିତା ନହୋଇ ରହିପାରିଲା ନାହିଁ। ମୁଖ ତାର ଆନନ୍ଦରେ ଉଜ୍ଜ୍ୱଳ ହୋଇ ଉଠିଲା। ଆଖି ସାମନାରେ ଭାସିଉଠିଲା ଅଧ୍ୟାପକ ଲଗୋଡ଼େଙ୍କୋଙ୍କ ଶାନ୍ତ, ସୌମ୍ୟ ମୂର୍ତ୍ତି। ଆସିବା ଦିନ ମେରିନାକୁ ଆଶୀର୍ବାଦ କରି ସେ ଯାହା କହିଥିଲେ, ତାହା କାନ ପାଖରେ ବାରମ୍ୱାର ପ୍ରତିଧ୍ୱନିତ ହେବାକୁ ଲାଗିଲା। ଖବର କ'ଣ ଜାଣିବାପାଇଁ ଲେନା କୌତୂହଳୀ ହୋଇ ମେରିନା ହାତରୁ ତାରାବାର୍ତ୍ତାଟି ନେଇ ପଢ଼ିବାକୁ ଳାଗିଲା। ମେରିନାର ଏହି ଶୁଭ ଖବର ସେ ତାକୁ କୁଣ୍ଢାଇ ପକାଇ କହିଲା, ''ମୁଁ ତୁମକୁ ଅଭିନନ୍ଦନ ଜଣାଉଚି ଭଉଣୀ, ତୁମର ଏହି କୃତକାର୍ଯ୍ୟ ନିମିତ୍ତ। ତେବେ ଅଭିନନ୍ଦନର ପ୍ରତିଦାନରେ